ଆଉ ସୁଦିପ୍ତା ଯେବେ ଦେଖାହୁଏ ସେବେ ବର୍ଷା ହୁଏ। ସେଥିପାଇଁ ଦୀପଙ୍କର ମନେ ମନେ ସୁଦୀପ୍ତାର ନାଁ ଦେଇଥିଲା ''ବର୍ଷା''। ସୁଦୀପ୍ତା ଓ ଦୀପଙ୍କର ବାହାଘର ପରେ ଦୀପଙ୍କର କହିଥିଲା: ''ତମ ସହିତ ଏତେ ପାଖରୁ କଥାହେବା ମୋ ପାଇଁ ସ୍ୱପ୍ନ ଥିଲା। ଆଜି ମୁଁ ତମକୁ ଛୁଇଁ ପାରୁଛି। ସୁଦୀପ୍ତା ମନରେ କିନ୍ତୁ ଅବଶୋଷ ରହିଯାଇଥିଲା। ଦୀପଙ୍କରକୁ ପ୍ରେମ ନ କରିବାର ଅବଶୋଷ। ସୁଦିପ୍ତା ଦେଖିଥିଲା ଦୀପଙ୍କର ପ୍ରେମ କରୁଥିବା ସେଇ ଝିଅ ମାନୀକୁ କେତେ ସୁନ୍ଦରକୁ ସୁନ୍ଦର ଗିପ୍ଟ ଦେଇଥିଲା, କିନ୍ତୁ ସେ ଝିଅ ଚାରିମାସ ପ୍ରେମ କରିବାପରେ ଆଉ ଏକ ପୁଅକୁ ପ୍ରେମ କଲା ଦାମୀ ଉପହାର ଲୋଭରେ। ସୁଦିପ୍ତା ମନଟା ଭାରିଦୁଃଖ ହୁଏ କାହିଁକି ସେ ପ୍ରେମ କଲାନି ଦୀପଙ୍କରଙ୍କୁ। କିନ୍ତୁ ସେ ଏସବୁ ବାବଦରେ ଖୁବ୍ ବେଶୀ ରକ୍ଷଣଶୀଳ ଥିଲା ସେତେବେଳେ। ସତ ଭଲପାଇବାର କେବେ ନଷ୍ଟ ହୁଏନି। ଦୀପଙ୍କର, ତାକୁ ମନେ ମନେ ଭଲ ପାଉଥିଲେ ବୋଲି ତାକୁ ପାଇଲା। ବର୍ଷା ଛାଡ଼ୁ ନ ଥିଲା, ସୁଦିପ୍ତା ଝରକା ପାଖରେ ବସି ବାହାରକୁ ଅନଉଥିଲା। ବର୍ଷାର ଛିଞ୍ଚିଡ଼ାରେ ତା'ର ଗାଲ, ହାତ, ଦେହ, ଶାଢ଼ୀ ଭିଜୁଥିଲା...। ତଥାପି ସେ ଅନାଇ ରହିଥିଲା, ବର୍ଷାର ବେଗ ବଢ଼ୁଥିଲା। ପବନରେ ଗଛଗୁଡ଼ିକ ଖୁବ୍ ଜୋରରେ ଦୋହଲୁଥିଲା। ସମସ୍ତଙ୍କ ଘରର ଝର୍କାବନ୍ଦ ଥିଲା। ଲାଇନ କଟି ଯାଇଥିଲା। ସୁଦିପ୍ତାର ଘର ଅଂଧାର ଥିଲା, ଅଧାଂର ଥିଲା କଲୋନୀର ରାସ୍ତାଘାଟ। ମଝିରେ ମଝିରେ ବିଜୁଳି ମାରୁଥିଲା। ସୁଦିପ୍ତା ବସିଥିଲା ଝର୍କା ପାଖରେ। ଦୀପଙ୍କର ଆସୁନଥିଲା ସମୟଟା ଖୁବ୍ ଦୀର୍ଘ ଦୀର୍ଘ ଲାଗୁଥିଲା। ରାତି ନ'ଟା ତିରିଶ ହେବ ଦୀପଙ୍କର ଆସିଲା। ପୁରା ଭିଜି ଯାଇଥିଲା। ତା'ର ସାର୍ଟ, ପ୍ୟାଣ୍ଟ୍, ମୁଣ୍ଡର ଚୁଟି। ଲୁଗାପଟା ବଦଳାଇ ସେ ତା' ଟ୍ରାଉଜର, ବ୍ଲୁରଙ୍ଗର ବ୍ୟାନିୟନ ପିନ୍ଧଲା। ସୁଦିପ୍ତା ଟାୱେଲରେ ଦିପଙ୍କର ମୁଣ୍ଡ ପୋଛି ଦେଉଦେଉ ଦିପଙ୍କର କହିଲା ମୁଁ ଏ ଚାକିରି ଛାଡ଼ିଦେବି। ଆଉ କେଉଁଠି ଟ୍ରାଏ କରିବି? କ'ଣ କହୁଛ? ସୁଦିପ୍ତା କହିଲା, ''ତମକୁ ଏ ଚାକିରୀ ଭଲ ଲାଗୁନି ଛାଡ଼ିବ ମତେ ପଚାରୁଛ କ'ଣ? ସୁଦିପ୍ତାର ଦୀପଙ୍କର ଉପରେ ପ୍ରଗାଢ଼ ବିଶ୍ୱାସ। ସେତିକି ବିଶ୍ୱାସ ଅନ୍ୟ କାହା ଉପରେ ଛାଡ଼ ନିଜ ଉପରେ ବି ନ ଥାଏ ସୁଦିପ୍ତାର। ଚାକିରି ଛାଡ଼ିବା ପରେ ଆଉ କେଉଁଠି ଚାକିରୀ କରିବାକୁ ଇଛା କଲାନି ଦୀପଙ୍କର। ସେଥିପାଇଁ କ'ଣ ଦୁଶ୍ଚିନ୍ତା ଥିଲା ସୁଦୀପ୍ତାର-ନା? ତା'ର ବିଶ୍ୱାସ ଥିଲା ଦୀପଙ୍କର ଉପରେ-ଦୀପଙ୍କର ଟ୍ୟାଲେଣ୍ଟ ଉପରେ। ଦୀପଙ୍କର ସମସ୍ତଙ୍କଠୁ ଟ୍ୟାଲେଣ୍ଟଡ୍ ଦୀପଙ୍କର ଷ୍ଟାଇଲ ସମସ୍ତଙ୍କଠୁ ନିଆରା, ସଂପୂର୍ଣ୍ଣ ସ୍ୱତନ୍ତ୍ର। ବହୁତ ବେଶୀ ମ୍ୟାଚୁଅଡ୍ ତା' ଲେ-ଆଉଟରେ, କଭର ଡିଜାଇନରେ, ଲେଖାରେ, ଗୀତରେ। ସବୁଥରେ...। ସବୁଥିରେ ସେ ସ୍ୱତନ୍ତ୍ର...। ଏତେବେଶୀ ସ୍ୱତନ୍ତ୍ର, ଏତେବେଶୀ ନିଆରା, ଏତେବେଶୀ ଦିଲଦାର ଲୋକର ପତ୍ନୀ ହୋଇ ସୁଦିପ୍ତାର ବା' ଚିନ୍ତା କ'ଣ? ଦୁଶ୍ଚିନ୍ତା କ'ଣ ପାଇଁ? କ'ଣ ପାଇଁ ସେ ଦିନ ଦିନ ନଖାଇ ରହିଯାଉଛି କ'ଣ ପାଇଁ ଅନ୍ୟମନସ୍କ ସବୁବେଳେ। ଦୀପଙ୍କର ଚାକିରି ଛାଡ଼ିଲାପରେ ତା' ପାଖରେ ପ୍ରଚୁର ସମୟ ବଳିଲା। ନିଜ ସଂସ୍ଥାର କାମ କଲାପରେ ସୁଦିପ୍ତା ଖୁସି ହେଲା ଦୀପଙ୍କର ଏବେ ପ୍ରଚୁର ପଢ଼ିବ, ଲେଖିବ, ଦୁହେଁ ବହୁତ କଥା ହେବେ, ଗପ ବିଷୟରେ କବିତା ବିଷୟରେ, ଗାଳ୍ପିକ, କବିଙ୍କ ବିଷୟରେ, ସିନେମାଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା କରିବେ। ସାଙ୍ଗହୋଇ ମର୍ଣ୍ଣିୱାକ୍ ନ ହେଲା ନାହିଁ ଇଭିନିଙ୍ଗ୍ ୱାକ୍ରେ ବାହାରିବେ ଗୁଡୁକୁ ନେଇ। ପ୍ରଥମେ ପ୍ରଥମେ ଯେତେବେଳେ ରାତିରେ ଲୋଡ଼୍ ସେଡ଼ଙ୍ଗି୍ ହେଉଥିଲା ସେମାନେ ଯାଉଥିଲେ ଇନ୍ଦିରା ଗାନ୍ଧି ପାର୍କ। ମଟର ଖାଉଥିଲେ, କେବେକେବେ ବାଦାମ। ଗୁଡୁ ଆଉ ଦୀପଙ୍କର ଖୁବ୍ ଦଉଡ଼ୁ ଥିଲେ ପାର୍କସାରା। ସୁଦିପ୍ତା ଗୋଟିଏ ଜାଗାରେ ବସି ସେମାନଙ୍କୁ ଦେଖୁଥିଲା। ଦେଖୁଥିଲା ଦୀପଙ୍କର କେମିତି ଛୋଟ ପିଲାଟେ ହେଇଯାଉଛନ୍ତି ଠିକ୍ ଗୁଡୁ ଭଳି। ବେଶ୍ ଭଲ ଲାଗୁଥିଲା ସୁଦିପ୍ତାକୁ। ଦୁହେଁ ହାଲିଆ ହେଲେ ଆସନ୍ତି ବାଦାମ, ମଟର ଖାଆନ୍ତି। ଘରକୁ ଫେରନ୍ତି। ସେମାନଙ୍କର ପାଖରେ ଆଇସ୍କ୍ରିମ୍ ଖାଇବାକୁ ପଇସା ନ ଥାଏ। ତଥାପି କେତେ ଖୁସି ଥିଲେ ସେମାନେ କେତେ ପ୍ରାଣ ପ୍ରଚୁର୍ଯ୍ୟ ଭରି ରହିଥିଲା ସେମାନଙ୍କ ଭିତରେ। ଆସ୍ତେ ଆସ୍ତେ ଦୀପଙ୍କରର ବଂଧୁଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲେ। ସବୁବେଳେ ଦଉଡ଼ୁଥିବା ସହରରେ ଏତେବେଶୀ ବେକାର ଲୋକ ଅଛନ୍ତି ଯେଉଁମାନଙ୍କର ସମୟ କଟୁନି ଭାବି ଆଶ୍ଚର୍ଯ୍ୟ ହୁଏ ସୁଦିପ୍ତା।